କ୍ରମେ ତାହା ନିଷ୍ଫଳ ଅବସ୍ଥାକୁ ଆସିଗଲା-। ଯଦି ସମଗ୍ର ଭାଷଣଟି ଶୁଣିବାରେ ବାଧା ଆସିନଥାନ୍ତା, ତେବେ କେତେ ପୁଣ୍ୟ ଯେ ସଞ୍ଚିତ ହୋଇପାରିଥାନ୍ତା, ତାର କଅଣ କଳନା ଅଛି? ମନେପଡ଼ିଲା ସ୍ଵାମିଜୀ ସେହି ବିରକ୍ତ ପରିବେଶ ଭିତରେ ଅସୀମ ଧୈର୍ଯ୍ୟ ଧରି ପ୍ରବଚନ ଦେଉଥାନ୍ତି। ମୁଖମଣ୍ଡଳ ପ୍ରଦୀପ୍ତ। ଗଳାରେ ପୁଷ୍ପହାର। ପଦ୍ମାସନ। ମେରୁ ଅସ୍ଥି ସ୍ଥିର। ଅଧର ଦୁଇଟିରୁ ସ୍ଫୁରିଆସୁଥାଏ ଅମିୟ ବଚନମାଳା। ସେ କହୁଥିଲେ–ଦେଖ ବନ୍ଧୁଗଣ! ରେଳଯାତ୍ରାକରି ଦୂରପଥ ଯିବାକୁ ବସିଛ। ସାଙ୍ଗରେ ସାମାନ୍ ଧରିଛ। ମୁଣ୍ଡରେ ଲଦିଛି ବିସ୍ତରା, ଗୋଟାଏ ହାତରେ ସୁଟକେଶ। ଆର ହାତରେ ଜଳଖିଆର ଟିଫିନ୍ କ୍ୟାରିୟର୍ ଓ ପାଣି ବୋତଲ। ରାୟ ବସିପଡ଼ିଲେ ରେଳ ଡବାରେ। ତୁମ ସ୍ଥାନରେ ବସି ବି ତୁମେ ଓହ୍ଲାଉନାହଁ, ତମର ମଥା ଉପରେ ଲଦା ହୋଇଥିବା ବିସ୍ତରାକୁ। ହାତରୁ ଖସାଉନାହଁ ପାଣି ବୋତଲ, ସୁଟକେଶ, ଆଉ ଜଳଖିଆ ଥାଳ; କିନ୍ତୁ ତୁମେ ଜାଣୁଛ ଦୀର୍ଘକାୟ ଏହି ରେଳଗାଡ଼ି। ଏ ସବୁ ସାମାନକୁ ରଖିବା ପାଇଁ ତାର ଗର୍ଭରେ ଅକୁଳନ ସ୍ଥାନ ଅଛି। ତୁମେ କିନ୍ତୁ ଧରିବସିଛ ଏଗୁଡ଼ାକୁ। ପାଖଛଡ଼ା କରୁନା କାହିଁକି-? ସ୍ଵାମିଜୀଙ୍କର ଆଖି ସ୍ଫୀତ ହୋଇଗଲା। ଶ୍ଵାସ ଖର ହେଲା। ସେ କହିଲେ, କାହିଁକି? ତୁମ ମନରେ ଭୟ ଯେ ତୁମର ପ୍ରିୟ ବସ୍ତୁଗୁଡ଼ାକୁ ତୁମେ କାଳେ ହରାଇ ବସିବ। ତୁମର ଏତେଦୂର ଆସକ୍ତି ରହିଛି ଏହି ସବୁ ପଦାର୍ଥ ଉପରେ ଯେ ସେଗୁଡ଼ାକୁ ଛାଡ଼ି ତୁମେ ମୁକ୍ତ ଓ ହାଲୁକା ଭାବରେ ରେଳଡବାରେ ବସିପାରୁନ, ବୋଧହୁଏ ତୁମର ଯାତ୍ରା ଶେଷ ହେବାଯାଏ ତୁମେ ତୁମର ଦେହ ମୁଣ୍ଡରେ ଏ ସବୁ ଧରି ରଖିଥିବ। ଓଜନ ଯୋଗୁ କଷ୍ଟ ପାଉଥିବ, କ୍ଳାନ୍ତହେବ, ଯାତ୍ରା ତୁମର ଆନନ୍ଦମୟ ହେବନାହିଁ। ପୁଣି ସେହି ପ୍ରତିବନ୍ଧକ। ଶୁଣି ହେଉନାହିଁ ଭାଷଣ। ମଝିରେ ମଝିରେ ମନ ପ୍ରିୟାନନ୍ଦଙ୍କ ବ୍ୟକ୍ତିତ୍ୱରୁ ଖସି ଆସି ଆଉ କୁଆଡ଼େ ଚାଲିଯାଉଛି। ଏକାଗ୍ରତା ଆସୁନାହଁ। ବିରକ୍ତ ହେଲି। କେହି କଣ ନାହାନ୍ତି ଏ। ଆପଦଟାକୁ ଦୂର କରିଦେବା ପାଇଁ? ସମସ୍ତେ ସହିଯାଉଛନ୍ତି? ଏ କେମିତି କଥା-? ସ୍ଵାମିଜୀ ହସିଲୋ ପୁଣି ଆରମ୍ଭ କଲେ। ଆଃ ତାଙ୍କର କି ଉଦ୍ରିକ୍ତ ହସ। ଅନାବିଳ ମ୍ଳାନିମାର ସହିତ ସେ ଦିବ୍ୟ ହସ। ସେ କହିଲେ, "ଟ୍ରେନରୂପୀ ଭଗବାନଙ୍କୁ ନିଜର ସମସ୍ତ ଭାର ସମର୍ପଣ କରି ମାନବ ଆସକ୍ତିଶୂନ୍ୟ ହୋଇ ରହି ପାରୁନାହିଁ ଏ ସଂସାରରେ। ଏହାହିଁ ଆଶ୍ଚର୍ଯ୍ୟ! ସେ ପ୍ରଭୁ ଯେ କେଡ଼େ ଉଦାର, କେଡ଼େ ଦୟାଳୁ, ମଣିଷକୁ ଯେ ସେ କେତେ ଭଲପାଆନ୍ତି... " ହଠାତ୍ କେହି ଜଣେ ପାଟି କଲେ-କିଏ ଏମିତି ଗୋଳମାଳ କରୁଛି, କର୍ମକର୍ତ୍ତା କଅଣ କରୁଛନ୍ତି? ବନ୍ଦ କରିପାରୁ ନାହାନ୍ତି? ମୁଁ ଶୋଇ ପଡ଼ିଲି। ହରିନାମ ସ୍ମରଣ କରୁ କରୁ ନିଦ୍ରା ଗଲି। ତା' ପରେ... ସ୍ଵପ୍ନ... ଅପୂର୍ବ ସ୍ଵପ୍ନ। ରୋମାଞ୍ଚକର ସ୍ଵପ୍ନ... ମଠ ତଳେ ଅନ୍ଧାର ଗର୍ତ୍ତ। ଚନ୍ଦ୍ରମା ସେଠାରେ ଅନୁପସ୍ଥିତ। ଏକ ଭୂଗର୍ଭ କୋଟର। ପାଉଁଶ, ମଳ, ଆବର୍ଜନା ଓ ମାଟିର ଏହି ଗର୍ତ୍ତ ଭିତରକୁ ଆସିଲା ଗୋଟିଏ କୁକୁରୀ। ତାର ଦେହଯାକ କ୍ଷତ। ଲାଞ୍ଜଟା ଅଧେ ଛିଣ୍ଡି ଯାଇଛି। ଆସିଲା ସେ। ଆସିବା ମାତ୍ରେ ତାର ଜିଭ ଲମ୍ବିଗଲା, ଲମ୍ବିଗଲା ସେଇଆଡ଼େ, ଯେଉଁଠି ତାର ଗର୍ତ୍ତର ଜୀବନୀସତ୍ତା ରୂପପାଇଛି ଗୋଟିଏ ଶିଶୁ ବିଗ୍ରହରେ। ଶିଶୁଟି ଏଇ ପକ୍ଷେ ବି ହେବନି। ତାର ଆୟୁ ଆଘ୍ରାଣରୁ ଜାଣିଲା ତାର ମା ଆସିଛି। ସ୍ନେହ ନେଇ ଆସିଛି। ଅସରନ୍ତି ଚୁମ୍ବନ ନେଇ ଆସିଛି। କ୍ଷତବହୁଳ ତାର ଦେହରେ ଯେତିକି ଲୋମ ଥିଲା ସନ୍ତାନ ସ୍ପର୍ଶରେ ତାହା ଜାଗ୍ରତ ହେଲା। ବାତ୍ସାଲ୍ୟନୁଭବରେ ସେଗୁଡ଼ିକ ସିଧା ଛିଡ଼ାହୋଇଗଲା। କୁକୁରୀ ଦୁଇ ହାତ ଦୁଇ ଗୋଡ଼ରେ ଗାତଟାର ପରିସରକୁ ଖୋଳି ବଢ଼ାଇ ଦେଲା। ପଶିଗଲା ସେଇ ଖୋଳାସ୍ଥାନ ଭିତରକୁ। ଲମ୍ବିଗଲା ଚଉକାତ ହୋଇ। ତାର ଏକ ଏକ ସ୍ତନରୁ ଝରିଆସିଲା କ୍ଷୀରଧାର। ଆନନ୍ଦରେ ସେ ଆଖି ବୁଜିଦେଲା। ଦିନକର କ୍ଳାନ୍ତି ଯେପରି କ୍ଷଣକରେ ନିର୍ବାପିତ ହୋଇଗଲା। କେବଳ ଚଅଁ ଚଅଁ ଶବ୍ଦ। ମାତୃ ସ୍ତନରୁ ଶ୍ଵାନ ଶିଶୁର କ୍ଷୀର ଟାଣିବାର ଅମିୟ ଛନ୍ଦ। ପୂଜାରେ ହରିନାମ କୀର୍ତ୍ତନରେ ଯେଉଁ ସଙ୍ଗୀତ ନଥାଏ, ତାହାଠାରୁ ଅତୁଳନୀୟ ଏ ସ୍ଵର୍ଗୀୟ ସଙ୍ଗୀତର ପ୍ରବାହ। ମୁଁ ଶୁଣୁଥାଏ। କୁକୁରୀ ଛୁଆକୁ ଚାଟି ଚାଟି କହିଲା–ଜାଣୁରେ ଲିଟି ଏ ଉପର ମହଲାରେ ବାବାଜୀ ଜଣେ ଧର୍ମ କଥା କହୁଛନ୍ତି।